ସେ କେବଳ ତାଙ୍କୁ ଦେଖିଲାମାତ୍ରେ ଅପାର ଆନନ୍ଦରେ ହସି ଦେଉଥିଲା। ନାରୀ ଜନ୍ମର ସାର୍ଥକତା ଯେ ସେ ଉପଲବ୍ଧି କରିପାରିଛି ଏହା ହେଉଛି ତାହାର ଏକମାତ୍ର ଆନନ୍ଦର ବିଷୟ। ସେ ପୂର୍ବାପେକ୍ଷା ଗତିକୃଷ୍ଣଙ୍କୁ ଯଥେଷ୍ଟ ଆଦର କରୁଥିଲା। ତାଙ୍କୁ କେବେହେଲେ ସେ ଅବହେଳା କରେନାହିଁ କିମ୍ବା ସମ୍ମାନ ଦେବାକୁ କେବେହେଲେ ତ୍ରୁଟି ମଧ୍ୟ କରେନାହିଁ। ମଣିଷ ନିଜେ ନିଜ ପାଖରେ ଛୋଟ ହୋଇଗଲେ ସେ ବୁଝେ ସମସ୍ତେ ଯେପରି ତାକୁ ସେହି ଛୋଟ ଆଖିରେ ଦେଖୁଛନ୍ତି। ସମସ୍ତେ ଯେପରି ତାକୁ କେବଳ ଦୟା ଦେଖାଇ ଆଦର କରୁଛନ୍ତି। ସେ ଅନ୍ୟ କାହାପାଖରୁ ସ୍ନେହ କିମ୍ବା ସମ୍ମାନ ପାଇବାକୁ ଯେପରି ଅଯୋଗ୍ୟ ଏହି ଗୋଟିଏ କଥା ସବୁବେଳେ ଗତିକୃଷ୍ଣ ଭାବିଭାବି ମ୍ରିୟମାଣ ହୋଇଯାଇଥିଲେ। ସେ ନିଜ ସମ୍ବନ୍ଧରେ ଉଚ୍ଚଚିନ୍ତା କରିବାକୁ କେବେ ସକ୍ଷମ ହେଉଥିଲେ ବୋଲି ତାଙ୍କୁ ଦେଖି ଅନୁମାନ ହେଉନଥିଲା। ଏମିତି ଅନେକ କଥା ଭାବି ଭାବି ଗତିକୃଷ୍ଣଙ୍କ ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା। ସେ ବହୁଦିନ ଶଯ୍ୟାଶାୟୀ ହେଲେ। ସେ ତଥାପି ନିଜକୁ କୌଣସି ପ୍ରକାରେ ସାନ୍ତ୍ୱାନା ଦେଇପାରିଲେ ନାହିଁ। ତାଙ୍କୁ ଦେଖିବାକୁ ଶୁଭ୍ରା ଦିନେ ଆସିଥିଲା। ବୋଧହୁଏ ବହୁତ ଦର୍ଶନ ଚିନ୍ତା କରୁକରୁ ଆପଣ ନିଜେ ନିଜର ସ୍ୱାସ୍ଥ୍ୟକୁ ନଷ୍ଟ କରିଦେଇଛନ୍ତି। ଏଣିକି ଦର୍ଶନ ଚିନ୍ତା ବେଶି କରନ୍ତୁ ନାହିଁ। ମଣିଷର ପ୍ରତିଭା ଅପେକ୍ଷା ତାହାର ସ୍ୱାସ୍ଥ୍ୟଟା ହେଉଛି ବଡ଼ ଜିନିଷ। ସ୍ୱାସ୍ଥ୍ୟ ନଷ୍ଟ ହୋଇଗଲେ ମଣିଷର ସବୁ ନଷ୍ଟ ହୋଇଯାଏ। '' ଏତିକି କହି ସେଦିନ ଶୁଭ୍ରା ଚାଲିଗଲା। ଗଲାବେଳେ କହିଲା, ''ପୁଣି ଆଉଦିନେ ଆସିବି। '' ''ଆଉ ଆସିବାର ଆବଶ୍ୟକତା ବୋଧହୁଏ ହେବନାହିଁ। ଏତିକି କେବଳ ଉତ୍ତର ଦେଇଥିଲେ ଗତିକୃଷ୍ଣ। '' ଶୁଭ୍ରା ଚାଲିଗଲା ଖୁବ୍ ତରବରରେ। ଛୋଟ ପିଲାଟିକୁ ସେ ଘରେ ଛାଡ଼ି ଦେଇ ଆସିଥିଲା। ପିଲାଟି କାନ୍ଦୁଥିବ ହୁଏତ। ଶୋଇଶୋଇ ଗତିକୃଷ୍ଣ ଭାବୁଥିଲେ କେବଳ ସାଧାରଣ ଭଦ୍ରାମି ରକ୍ଷାକରିବାକୁ ଶୁଭ୍ରା ଆସିଥିଲା, ନ ଆସିଥିଲେ କାଳେ ଲୋକ କ'ଣ କହିବେ ସେଥିପାଇଁ ସେ ନିଶ୍ଚୟ ଆସିଥିଲା କେବଳ କେତୋଟି ମିନିଟ୍ ପାଇଁ। ଆସିବାରେ ତା'ର ମୋଟେ ଆନ୍ତରିକତା ନ ଥିଲା। ଆନ୍ତରିକତା ଯଦି ଥାଆନ୍ତା ତେବେ ସେ ନିଶ୍ଚୟ ତାଙ୍କ ପାଖରେ କିଛି ସମୟ ବସିଥାଆନ୍ତା ଏବଂ ତାଙ୍କର ଏପରି କାହିଁକି ଅବସ୍ଥା ହେଲା ଏହା ମଧ୍ୟ ନିଶ୍ଚୟ ପଚାରିଥାଆନ୍ତି। ପ୍ରତିଭା ଅପେକ୍ଷା ସ୍ୱାସ୍ଥ୍ୟ କେବେ ବଡ଼ ଜିନିଷ ନୁହେଁ। ମଣିଷର ପ୍ରତିଭା ଅପେକ୍ଷା ଚରିତ୍ର ହେଉଛି ବଡ଼ ଜିନିଷ। ଏହିକଥା କହିବାକୁ ଶୁଭ୍ରାର ଇଚ୍ଛା ଥିଲା; ମାତ୍ର ସେ ତାଙ୍କର ମନରକ୍ଷା କରିବାକୁ ଚରିତ୍ର କଥା ସିଧାସଳଖ ନ କହି ସ୍ୱାସ୍ଥ୍ୟ କଥା କହିଲା। ପ୍ରକୃତରେ ମଣିଷର ଚରିତ୍ର ନଷ୍ଟ ହୋଇଗଲେ ସବୁ ତାହାର ନଷ୍ଟ ହୋଇଯାଏ। ଜୀବନର ଭାରସାମ୍ୟ ଆଉ ତାହାର ରହେନାହିଁ। ଚରିତ୍ର ଯିବା ପଛେ ପଛେ ତାହାର ମାନ, ସମ୍ମାନ ମଧ୍ୟ ଚାଲିଯାଏ। ମଣିଷର ଆଉ କ'ଣ ରହେ ଯେ ସେ ବଞ୍ଚିରହିବ? ଅସହାୟ ଭାବରେ ବଞ୍ଚିରହିବାର ଆଉ ମୂଲ୍ୟ କ'ଣ? ଗତିକୃଷ୍ଣର ସ୍ତ୍ରୀ ପୁଷ୍ପା ସେଦିନ ଦ୍ୱିପ୍ରହରରେ ଶୁଭ୍ରା ଘରକୁ ବୁଲିଯାଇଥିଲା। ସ୍ତ୍ରୀଟିଏ ପାଇଲେ କଥା ପ୍ରସଙ୍ଗରେ ଅନ୍ୟ ଗୋଟିଏ ସ୍ତ୍ରୀ ଅନେକ କଥା କହିଯାଏ। କହିବା କଥା କହୁଁ କହୁଁ ନ କହିବା କଥା ମଧ୍ୟ ସେମାନଙ୍କ ମଧ୍ୟରେ ଆଳାପ ଆଲୋଚନା ହୁଏ। ଶୁଭ୍ରା ପ୍ରସଙ୍ଗକ୍ରମେ ପୁଷ୍ପାକୁ କହିଲା, ''ଭଉଣୀ! ତୁମର ଭାଗ୍ୟ ଦେଖିଲେ ତୁମକୁ ହିଂସା ନ କରି ରହିହୁଏ ନାହିଁ।। ତୁମର କୌଣସି କଥା ଅଭାବ ନାହିଁ। ମନ ଜାଣି ତୁମେ ସ୍ୱାମୀ ପାଇଛ। ଏମିତି ସ୍ୱାମୀ କ'ଣ ସ୍ତ୍ରୀ ଭାଗ୍ୟରେ ମିଳିବା ସହଜ? '' ଏମିତି କେତେ କ'ଣ କହୁଁ କହୁଁ ଗତିକୃଷ୍ଣ ବିଷୟରେ ଅନେକ କିଛି ସେଦିନ ଗପିଗଲା ଶୁଭ୍ରା। ପୁଷ୍ପା ଘରକୁ ଫେରିଆସି ଆମୂଳଚୂଳ ଗପିଗଲା ସ୍ୱାମୀ ପାଖରେ। ଅନ୍ୟ ମୁହଁରେ ନିଜର ପ୍ରଶଂସା ଶୁଣିଲେ ମନରେ ଅପାର ଆନନ୍ଦ ଜାତ ହେବା ସ୍ୱାଭାବିକ ମାତ୍ର ଗତିକୃଷ୍ଣର ମନର ଭାବ କୌଣସି ପ୍ରକାରେ ପରିବର୍ତ୍ତନ ହେଲାନାହିଁ; ବରଂ ସେ ମନ ମଧ୍ୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ। ଶୁଭ୍ରା ତାଙ୍କୁ ନିଶ୍ଚୟ ପରିହାସ କଲା। ତାଙ୍କ ଭଳି ହୀନଚରିତ୍ର ପୁରୁଷକୁ ସେ ଭଲ ବୋଲି କହନ୍ତା କିପରି? ଏୟା କେବଳ ଭାବିବାକୁ ଆରମ୍ଭ କଲେ ଗତିକୃଷ୍ଣ। ତାଙ୍କର ମନ ମଧ୍ୟରେ ଦୁଇଗୁଣ ବେଗରେ ଝଡ଼ ବହିବାକୁ ଆରମ୍ଭକଲା। ସେ ମନେମନେ ଠିକଣା କଲେ ସେ ଶୁଭ୍ରା ଘରକୁ ଯାଇ ଶୁଭ୍ରାକୁ ସବୁକଥା ବୁଝାଇ କହିବେ ଏବଂ ଆଉ କଟା ଘାଆରେ ଚୂନ ନ ବୋଳିବାକୁ ତାକୁ ମଧ୍ୟ ଅନୁରୋଧ କରିବେ।